ଏହାଠୁ କଣ ଅଧିକ ମୂଲ୍ୟବାନ ରାତି ଆଉ ମିଳିବାର ସମ୍ଭାବନା ନାହିଁ? ଜୀବନ ପଥ ସୁଦୀର୍ଘ। ବର୍ଷ କେଇଟା ଚାଲି ତାର ଦୂରତ୍ୱକୁ କଳ୍ପନା କରିହୁଏ ନାହିଁ। ଆପାତତଃ ଯେଉଁ ଘଟଣାଟି ସବୁଠୁ ଜ୍ୟୋତିଷ୍କ ବୋଲି ଜଣାପଡ଼େ, କାଳକ୍ରମେ ସେ ମିଳନ ପଡ଼ିଯାଏ। ତେଣୁ ଏ ଜୀବନରେ କୌଣସି ଘଟଣା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ ହେବ ନାହିଁ। ଖିଆପିଆ ସାରି ଶୋଇଲାବେଳେ ମିଶ୍ରବାବୁ ଓ ମହାପାତ୍ର ବାବୁ ପୁଣି ଥରେ ସେହି 'ଚପଳା' ଝିଅଟି ବିଷୟରେ କଥାବର୍ତ୍ତା କରୁଥିଲେ। ଚପଳା ହିଁ ପାରିକୁଦର ପ୍ରାଣ! ମିଶ୍ରବାବୁ ମନ୍ତବ୍ୟ ଦେଲେ। ସେ ମୋ' ମନଭିତରେ ସବୁଦିନକୁ ଗହୀରିଆ ଗାରଟିଏ ହୋଇ ରହିବ। ମହାପାତ୍ର ବାବୁ ପୁଣି ଥରେ ଏ ମନ୍ତବ୍ୟ ଦେଇ ଯେ ଭୁଲ କରୁଛନ୍ତି, ଏକଥା ବୁଝିପାରି ନ ଥିଲେ। ଯୁବକ ଛାତିରେ ଅଚିହ୍ନା ଯୁବତୀଟିଏ ସବୁଦିନିଆ ଗାର ହୋଇ ରହିପାରେ ନାହିଁ। ସମୟ କ୍ରମେ ସେ ଭୁଲି ହୋଇଯାଏ। ଅଶୋକ ବାବୁ ଉତ୍ତର ଦେଲେ। ତା' ହସଟାକୁ ମୁଁ ମନେ ରଖିଥିବି। ମହାପାତ୍ର ବାବୁ କହିଲେ। 'ତା' ଆଖିରେ ସେହି ଭ୍ରୁଲତା-ନଚା-କଥା କେଇପଦ ଭୁଲି ହେବନି'। ମିଶ୍ରବାବୁ ଯୋଗ କଲେ। ତରୁଣୀର ପୂର୍ଣ୍ଣାଙ୍ଗ ଚିନ୍ତାଠାରୁ କ୍ରମେ ତାର ହସ ଓ ଆଖି ଆଡ଼କୁ କଥାଟି ଗଡ଼ିଆସିଲା। ପାଞ୍ଚମିନିଟ ବ୍ୟବଧାନ ଭିତରେ ଯଦି ଏତେଗୁଡ଼ିଏ ପରିବର୍ତ୍ତନ ହେଲା, ତେବେ ତାକୁ କାଳକ୍ରମେ ଭୁଲି ଯିବାରେ ଅସ୍ୱାଭାବିକତା କର ଅଛି ଯେ? ବର୍ଷ ଗୋଟାକ ପରେ ଖାଲି ହୁଏତ ମନେ ପଡ଼ିବ, ପାରିକୁଦ ଯାତ୍ରା ଭିତରେ ଝିଅଟିଏ ସଙ୍ଗେ ଦେଖା ହୋଇଥିଲା। ବାସ୍ ଏତିକି। ତା' ହସ କି ଚାହାଣୀର ଉଲ୍ଲେଖ ହେବନି। ଗୁରୁତ୍ୱ କମିଯିବ। ସେହି ଚପଳାନାମ୍ନୀ ଝିଅଟିଏ କଣ ଏ ଦୁହିଙ୍କୁ ମନେ ପକାଉଥିବ? ନିର୍ଜନ ଦ୍ୱୀପର ନୂତନ ଅତିଥି ବୋଲି ଆଖିରେ ମୋହର ଅଞ୍ଜନ ଲାଗିଛି। ତା'ପରେ ଆପଣା ଛାଏଁ ସେ ଲିଭିଯିବ। ଯଦି ବର୍ଷ ଦୁଇଟା ଭିତରେ। ବିବାହ କରି ପାରିକୁଦ ଛାଡ଼ିଦିଏ, ତେବେ କଣ ଏମାନଙ୍କ କଥା ମନେ ରହିବ। ତା' ଛାତିରେ ସ୍ୱପରିବାର ପାଇଁ ଦରଦ ଜମିବ। ନିଜର ସ୍ୱାମୀ ପାଇଁ ଅନୁରାଗ ବାଢ଼ିବ। ଆଉ ଯଦି ସୌଭାଗ୍ୟ ବଶତଃ ସନ୍ତାନ ସନ୍ତତିର ମାତା ହୁଏ? ତାର ମାଆ ମନ ପୃଥିବୀର କୌଣସି କଥା ଆଉ ଭାବିବ ନାହିଁ। ନିଜର ସୃଷ୍ଟି ଭିତରେ ସମ୍ପୂର୍ଣ୍ଣ ଭାବରେ ମିଶିଯିବ। କୁମାରୀ ଜୀବନର ଏ ଅବାଞ୍ଛିତ ଘଟଣାକୁ ଚରିତ୍ରର କଳଙ୍କ ବୋଲି ଧରିନେବ। ତଥାପି ସେ ରାତିଟା 'ଚପଳା' ଚର୍ଚ୍ଚାରେ ରୋମାଞ୍ଚିତ ହୋଇ ଉଠିଥିଲା। ପ୍ରକୋଷ୍ଠର ଅବରୁଦ୍ଧ ପବନରେ ଚପଳା ରୂପର ମହକ ଭରି ଯାଇଥିଲା। ମିଶ୍ର ଓ ମହାପାତ୍ର ବାବୁ ସେ ରୋମାଞ୍ଚ ଓ ମହକକୁ ଉପଭୋଗ କରୁ, କରୁ ମନ ଆନନ୍ଦରେ ଶୋଇଗଲେ। ଶୋଇ ଶୋଇ କଣ ଚପଳାକୁ ସ୍ୱପ୍ନ ଦେଖୁଥିବେ? ତାଙ୍କର ଅବଚେତନ ମନଟାକୁ ଚପଳା କଣ ସତରେ କବଳିତ କରି ନେଇଥିବ? ବନଲତା ଦାସ ଠିକ୍ ସକାଳ ସାତଟାରେ ଆସି ଭୋଟ ଗ୍ରହଣ କେନ୍ଦ୍ରରେ ପହୁଞ୍ଚି ଯାଇଛନ୍ତି। ଅଶୋକ ପାତ୍ର ଆସନ୍ନ ଭୋଟ ଗ୍ରହଣର ପ୍ରସ୍ତୁତି କରିବାରେ ସଜାଗ ଅଛନ୍ତି। 'ଗାଇଡ଼୍' ବହିଟିକୁ ବାହାର କରି ପୁନରାବୃତ୍ତି କରୁଁ କରୁଁ ସବୁ ଜିନିଷ ଠିକ୍ ଭାବରେ ଯଥା ସ୍ଥାନରେ ରହିଛି କି ନାହିଁ ଦେଖିନେଲେ। ସହଯୋଗୀ ମହାପାତ୍ର ବାବୁ ସବୁଦିନ କର୍ତ୍ତବ୍ୟ ପ୍ରତି ମନଯୋଗୀ ଥିଲେ। କଥା ବାର୍ତ୍ତାରେ ବେଶ୍ ସଂଯମୀ ଜଣା ପଡ଼ୁଥିଲେ। କିନ୍ତୁ ମିଶ୍ରବାବୁଙ୍କ ସଙ୍ଗେ ସେ ସବୁ କଥା କି ଚଳେ? ଅଶୋକ ପାତ୍ର ସ୍ପଷ୍ଟ ବୁଝି ପାରୁଛନ୍ତି ସେ କେମିତି ଅନ୍ୟମନସ୍କ ହୋଇ ପଡ଼ିଛନ୍ତି। ପ୍ରତିଟି କାର୍ଯ୍ୟରେ ଅସହଯୋଗ ମନୋଭାବ ପ୍ରକାଶ ପାଉଛି। ଘଟଣା କଣ? ଗାଇଡ଼୍ ପଢ଼ି ଶୁଣାଇଲା ବେଳେ ସେ ବରଦାସ୍ତ କରି ନ ଥିଲେ। କହି ନ ଦେଖି ତାଙ୍କର ଧାରଣା ହୋଇ ଯାଇଛି ଯେ ସେ ସବୁକଥା ଆଗରୁ ଶିଖିଛନ୍ତି। ତାଙ୍କ ଆଗରେ ନିୟମ କାନୁନ୍ ପଢ଼ି ଶୁଣାଇବା ଅର୍ଥ ତାଙ୍କର କୃତିତ୍ୱକୁ ଅନୁଦାର ଭାବ ପ୍ରଦର୍ଶନ କରିବା। ସେ ଅଶୋକ ପାତ୍ରଙ୍କ ଉପରେ ଅସହିଷ୍ଣୁ ହୋଇ ଉଠିଛନ୍ତି। ଅସହିଷ୍ଣୁ ହେବାର ପ୍ରଧାନ କାରଣ ହେଲା। ପାତ୍ରବାବୁ ବାରମ୍ବାର ନିୟମ କାନୁନ୍ ପ୍ରତି ଅଧିକ ଆଗ୍ରହୀ। ବ୍ୟକ୍ତିଗତ ବନ୍ଧୁତା ଉପରେ କୌଣସି ଦାୟିତ୍ୱ ଛାଡ଼ି ଦେଉନାହାନ୍ତି। ସେଇଥିପାଇଁ ସେ ମନେ ମନେ ଆକ୍ରୋଶ ରଖି ସାରିଲେଣି। ପୁରୀକୁ ଫେରି ଗଲେ ତାର ଉପଯୁକ୍ତ ଜବାବ ଦେବେ।